ସେ ଲୋକ ଆମ୍ବତୋଟାକୁ ରାସ୍ତା ଦେଖାଇଦେଇ ପିଲାକୁ କହିଲା, ''ଆମ୍ବ ବଗିଚାର ମାଲିକ ସାଙ୍ଗରେ ଦେଖାକରି ଅନୁମତି ନେଇ ଆମ୍ବ ତୋଳିବ। '' ସେ ତ୍ୟାଗ କରିଛି ବା କରୁଛି ସେହି ହେଲା ତମର ଆଦର୍ଶ। ଯାହାଠାରେ ତ୍ୟାଗ ନାହିଁ, କେବଳ ଭୋଗ ଅଛି, ତାକୁ ବର୍ଜନ କରିବ। ତାକୁ ଆଦର୍ଶର ପଥ ନୁହେଁ। ଭଲ କାମ କରିବା ପାଇଁ ଭଗବାନ ହାତ-ଗୋଡ଼, ନାକ-କାନ, ଆଖି ଦେଇଛନ୍ତି। ସେଗୁଡ଼ିକର ସଦୁପଯୋଗ କର। ପର ଉପରେ ନିର୍ଭର କର ନାହିଁ କି ଅନ୍ୟର ଧନକୁ ଲୁଟିକର ନାହିଁ। କଥା ନୁହେଁ, କାମ ଗୋଟିଏ ଦେଶରେ ଦୁଇଜଣ ପିଲା ଥିଲେ। ଦୁହେଁ ଏକା ସାଙ୍ଗରେ ପାଠପଢ଼ା ଆରମ୍ଭ କରିଥିଲେ। ଗୋଟିଏ ପିଲା ଖାଲି ପଢ଼ିଲା। ଦିନରାତି ପଢ଼ି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରୁଥାଏ; ପୁଣି ବଡ଼ ବଡ଼ ପଣ୍ତିତ ଯେପରି ଲୋକଙ୍କ ମନରେ ଚମକ ଦିଅନ୍ତି ସିମିତି ବକ୍ତୃତା ଦେବାକୁ ଲାଗିଲା। ହେଲେ ତା'ର କଥା ସହିତ କାମର ଅମେଳ ଥାଏ। ବକ୍ତୃତା ଦେଲାବେଳକୁ ବହୁ ନୀତି-ନିୟମ କଥା କହେ। ସିମିତି ବେଶ୍ ମଧ୍ୟ ସଜାଇଥାଏ ନିଜକୁ। ସମସ୍ତେ ଭାବନ୍ତି ଲୋକଟା ପ୍ରକୃତରେ ସତଲୋକ। କିନ୍ତୁ ସେ ଯେଉଁ ନୀତିର କଥା କହେ ତାହା ପାଳନ କରେନାହିଁ, ବରଂ ଚୋରି, ମିଛ, ଅ ବଦମାସି, ଜୁଆଚୋରି ଇତ୍ୟାଦି ଖରାପ କାର୍ଯ୍ୟରେ ଲିପ୍ତ ରହେ। ଆର ପିଲାଟି କିନ୍ତୁ ଅନ୍ୟ ପ୍ରକାର। ବାହାର ଓ ଭିତର ଥିଲା ତାର ସ୍ପଷ୍ଟ। ସେ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ରହୁଥାଏ। ପାଠପଢ଼ା, ଖେଳ ସାଙ୍ଗକୁ ଦରିଦ୍ର-ନାରାୟଣ ସେବା, ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ତାର ସମୟ କଟେ। ତାକୁ କେହି ପ୍ରଶଂସା କରୁ ବା ନିନ୍ଦା କରୁ, ସେ କାନ ଦିଏ ନାହିଁ। ସେ କହୁଥିଲା, ହଜାରେ ଟନ ବକ୍ତୃତା ଦେବା, ପଢ଼ିବା, ଶୁଣିବା ଅପେକ୍ଷା ଏକ ଗ୍ରାମ ସତ୍କାମ କରିବା ଉଚିତ। ଦିନେ ଗୋଟିଏ ଡଙ୍ଗାରେ ଚଢ଼ି ଦିଜଣ ଗୋଟିଏ ବଡ଼ ନଦୀ ପାରି ହେଉଥିଲେ। ବକ୍ତୃତା ଦେବା ବଂଧୁଟି କହିଲା, ''ସାଙ୍ଗ, ତୁ ଏତେଦିନ କ'ଣ କଲୁ, ଜୀବନଟା ବିତିଗଲା ତୋର ଅକାରଣରେ-। ଦେଖ୍, ମୁଁ କେତେ ସୁନାମ ନେଲି, ନେତା ହେଲି। ଦେଶ ମୋତେ ନେତା କଲା, ମୁଁ ଜନତାଙ୍କ ପିଠିରେ ଚଢ଼ି ବେଶ୍ ଆରାମ କରୁଛି—ମୂର୍ଖ ମେଣ୍ଢାଗୁଡ଼ାକ କ'ଣ ମୋର ଏ ଛଳନା ବୁଝି ପାରୁଛନ୍ତି-? '' ଏତିକିବେଳେ ଝଡ଼ ଉଠିଲା। ଡଙ୍ଗା ଟାଳଟୁଳ ହେଲା। ଆର ସାଙ୍ଗଟି କହିଲା—''ହଇ ହୋ, ନେତା ବଂଧୁ! ତମେ ତ ସବୁ ପଢ଼ିଲ, ସବୁ କହିଲ, ସମସ୍ତଙ୍କୁ ଅନ୍ଧ କଲ। ଏବେ ପରୀକ୍ଷା ବେଳ ଆସିଛି। ପହଁରି ଜାଣିଛ ତ? ନ ହେଲେ ବୁଡ଼ି ମରିବ। ମୁଁ ସତ୍କର୍ମ କରି ପହଁରି ଶିଖିଛି। '' ନେତା ବନ୍ଧୁଟି କହିଲା—''ସବୁ ଜାଣିଛି, ହେଲେ ପହଁରି ତ ଜାଣିନି। ଏ କଥା ତ କେବେ ଭାବି ନାହିଁ-। '' ନେତା ବନ୍ଧୁଟି କାଳ-ସମୁଦ୍ରରେ ବୁଡ଼ି ମଲା, କିନ୍ତୁ ପହଁରା ଜାଣିଥିବା ବନ୍ଧୁଟି ପାରି ହୋଇଗଲା। କ୍ୟା ସତ୍ ହୈ କ୍ୟା ଝୁଟା ହୈ ଥରେ ଜଣେ ବିଷୟୀ ଲୋକ ସଂସାରଦୁଃଖରେ ଜଳିପୋଡ଼ି ଗୁରୁ ନାନକଙ୍କ ପାଖରେ ପହୁଞ୍ଚି କହିଲା—ହେ ଜଗତ୍ଗୁରୁ ନାନକ! ମୁଁ ପୃଥିବୀରେ ଚତୁର୍ଦ୍ଦିଗ ଅନାଇଲି କିନ୍ତୁ ବୁଝିପାରିଲି ନାହିଁ ଯେ କେଉଁଟି ସତ୍ୟ ଓ କେଉଁଟି ଏ ଜଗତରେ ମିଥ୍ୟା। ଗୁରୁ ନାନକ କହିଲେ,''କ'ଣ ସତ ମିଛ ଜାଣି ପାରୁନ?